ସେଇ ରାଜାକୁ ମୋ ବୋଉ ଜିଆଇ ରଖି ମଣିଷ କରିଥିଲେ। ତା'ର ବାର ବର୍ଷ ବୟସରେ ତା'ର ନନା ମଧ୍ୟ ମରିଗଲେ। ରାଜା ଆଉ ମୁଁ ରହିଲୁ ଏକା ମାଆ ପେଟରେ ଦୁଇ ଭାଇ ପରି। ଚଳ ପ୍ରଚଳ ହେଲୁ ଏଇ ଘରେ। ରାଜା ଥିଲା ମୋଠାରୁ ଆଠ ନଅ ବର୍ଷର ସାନ। ମୁଁ ତାକୁ ଭାରି ଭଲ ପାଏ। ଛାୟା ଆସିଲେ ଏ ଘରକୁ ବୋହୂ ହୋଇ। ରାଜା ତାଙ୍କରି ବୟସର ହେବ। ସେଇ ରାଜା ଭାଉଜଙ୍କ ସ୍ନେହ ମମତା ସାଗରରେ ଆକଣ୍ଠ ବୁଡ଼ିଗଲା। ଆଉ ରାଜାର ହୃଦୟର ପବିତ୍ର ସିଂହାସନରେ ସ୍ଥାନ ପାଇଲେ ନମସ୍ୟା ଛାୟା। ଛାୟାଙ୍କ ପାଖରେ ରାଜା ହେଲେ ଏକାଧାରରେ ପୁଅ, ଭାଇ, ବନ୍ଧୁ। ଛାୟା ଗମ୍ଭୀର ହୋଇ ଉପଦେଶ ଦିଅନ୍ତି, ପୁଣି ଚଟୁଳ ହସି ପରିହାସ ବି କରନ୍ତି। ଛାୟା ଯେ ଏକମାତ୍ର ରାଜାକୁ ଭଲ ପାଆନ୍ତି ତା' ନୁହେଁ ଆଶ୍ରିତ ଅନାଶ୍ରିତଠାରୁ ଦାସୀ ଚାକରଙ୍କୁ ମଧ୍ୟ ସେ ଭଲ ପାଉଥିଲେ। ଚାକର ବା ଦାସୀଙ୍କ ଜ୍ୱର ହେଲେ ସେ ନିଜେ ତାଙ୍କ ସେବା କରୁଥିଲେ। ନିଜ ହାତରେ ବାର୍ଲି କରି ପିଆଇ ଦେବେ। ବିଛଣା ସଜାଡ଼ି ଶୁଆଇ ଦେବେ। ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ନ ହେଲେ ସେ ତାଙ୍କ ମାନଙ୍କୁ କାମ କରିବାକୁ ଦେଉ ନଥିଲେ। ଏକାଧାରରେ ସେ ଥିଲେ ସ୍ନେହମୟୀ କଲ୍ୟାଣମୟୀ ବଧୂ ଏବଂ ଜନନୀ। ଗ୍ରାମରୁ ନିରାଶ୍ରୟ, ଅସହାୟ ହୋଇ ଯେ ଆସିଲା ତାକୁ ସେ ସ୍ଥାନ ଦେଲେ। ସବୁବେଳେ ତୁଣ୍ଡରେ ତମ୍ ତାଙ୍କର ବସା ବାନ୍ଧିଥିଲା ଆହା ପଦ। ଅସହାୟ ବିଧବାମାନଙ୍କର ପ୍ରତ୍ୟେକଟି ଇଚ୍ଛା ସେ ପୂର୍ଣ୍ଣ କରୁଥିଲେ। କାହାକୁ ଗୟା ପଠାଇବେ, କାହାକୁ ବୃନ୍ଦାବନ ପଠାଇବେ, କାହା ପୁଅକୁ ପାଠ ପଢ଼ାଇବେ, କାହା ଝିଅ ବିଭା ହୋଇ ପାରୁନି ଟଙ୍କା ଅଭାବରୁ ତାକୁ ଟଙ୍କା ଦେଇ ସାହାଯ୍ୟ କରିବେ। ତାଙ୍କ କାର୍ଯ୍ୟକଳାପରେ ମୁଁ କିନ୍ତୁ ବେଳେ ବେଳେ ଭୀଷଣ ଚିଡ଼ି ଉଠେ। ସେ ନିର୍ବିକାର। ସେବା କରିବାର କ୍ରାନ୍ତି ନାହିଁ, କି କାହାର ଅଯଥା ଉତ୍ପୀଡ଼ନରେ ବିରକ୍ତି ନାହିଁ। ସବୁବେଳେ ହସ ହସ ମୁହଁ। ଏଇ ବଖରାଗୁଡ଼ିକ ସେଦିନ ଦିନକ ଯାକ ହେଲେ ଶୂନ୍ୟ ରହୁ ନଥିଲା। ମୁଁ ସେତେବେଳେ ହସି ହସି ଭାବୁଥିଲି ଏଇ ବଖରାଗୁଡ଼ିକ ଜେଜେବାପା ହୁଏତ ଛାୟା ଆସିବେ ଜାଲ ତୋଳାଇ ଦେଇଥିଲେ। ନହେଲେ ଏତେ ଲୋକଙ୍କୁ ଛାୟା ସ୍ଥାନ ଦିଅନ୍ତେ କେଉଁଠି? ସୂର୍ଯ୍ୟକାନ୍ତ ମନଦେଇ ଶୁଣି ଯାଉଥିଲେ ଏ ସବୁ କଥା ମାନସ ଚକ୍ଷୁରେ ଦେଖୁଥିଲେ ସିଏ ସେହି ମହିୟସୀ ମହିଳାଙ୍କ ଶୁଚି ଶୁଭ୍ର ରୂପ। କଳ୍ପନାର ସେଇ ରୂପ ତଳେ ଫୁଟି ଉଠିଲା ଅ ଅଳକାର କ୍ରାନ୍ତିହୀନ କଲ୍ୟାଣମୟୀ ମୁଖଛବି। ଫଟୋରେ ଦେଖିଥିବା ଛାୟାଙ୍କର ଅବିକଳ ନକଲ ହେଲା ସେ ଅଳକା ନାମକ ଝିଅଟି। ଆଶ୍ଚର୍ଯ୍ୟ! ଛାୟାଙ୍କର ରୂପଗୁଣ ସବୁକିଛି ଦେଇ ଛାୟା ସୃଷ୍ଟି କରି ଗଲେ ଅଳକାଙ୍କୁ। ଆଉ ସେଇ ଅଳକା ହେଲେ ମୋରି ସ୍ନେହମୟୀ, ପ୍ରେମମୟୀ ସ୍ତ୍ରୀ। ତାଙ୍କରି ସାହଚର୍ଯ୍ୟରେ ଧନ୍ୟ ହୋଇ ମୋର ଜୀବନ। ନିଜକୁ ଭାଗ୍ୟବାନ୍ ମଣୁଥାନ୍ତି ସୂର୍ଯ୍ୟକାନ୍ତ। ସୂର୍ଯ୍ୟକାନ୍ତ ପୁଣି ପଚାରିଲେ ବାପା, ରାଜା କକେଇଙ୍କି ମୁଁ ତ କେତେଦିନ ହେଲେ ଦେଖିଲନି। କେଉଁଠାରେ ଅଛନ୍ତି ସିଏ? କ'ଣ ବା କରନ୍ତି? ସ୍ମୃତିମନ୍ଥନ କରୁଥିଲେ କନକନାରାୟଣ। ମନ ତାଙ୍କର ବୁଲୁଥିଲା ମହାଶୂନ୍ୟରେ। ସୂର୍ଯ୍ୟକାନ୍ତଙ୍କର ପ୍ରଶ୍ନରେ ସେ ମନ ଲେଉଟି ଆସିଲା ନିଜ ଭିତରକୁ। କହିଲେ ଏଁ, କ'ଣ ପଚାରିଲ ବାପା? ଗଳାରେ ଆଗ୍ରହ ଭରି ସୂର୍ଯ୍ୟକାନ୍ତ କହିଲେ ପଚାରୁଥିଲି କି ରାଜା କକେଇ ବର୍ତ୍ତମାନ କେଉଁଠାରେ ଅଛନ୍ତି। ସୂର୍ଯ୍ୟକାନ୍ତ ମୁହଁରେ ଆଖି ରଖିଲେ କନକନାରାୟଣ। ସେ ଆଖିରେ ବିଷାଦର ଘନ କାଳିମା। ସେ ରହି ରହି କହିଲେ ତା'ର ଭାଉଜ ମରିଯାଇଛି ତେର ଦିନ ସେ କେଉଁଆଡ଼େ ଚାଲିଗଲା। ଆଉ ଫେରିଲାନି। ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ବୋଧହୁଏ ବାଧ୍ୟ ହୋଇଥିଲା ରହିବାକୁ। ଆଶ୍ଚର୍ଯ୍ୟ! ସେଇ ତେର ଦିନ ଭିତରେ ସେ ପିଲାଟା ତା'ର ଭାଉଜ ଲାଗି ଟିକିଏ ବି କାନ୍ଦିଲାନି। କ'ଣ ପାଇଁ ଯେ ଭିତରଟା ତା'ର ଏପରି ସ୍ତବ୍ଧ ହୋଇଗଲା ସେକଥା ସେଇ ବେଶି ଜାଣେ। ମୁଁ ଜାଣେ କମ୍, ଖୁବ୍ କମ୍। ବାପା, ସ୍ୱରର ମୂର୍ଚ୍ଛନାରେ ମୁହଁ ଫେରେଇଲେ ପଛପଟକୁ ଶ୍ୱଶୁର ଜାମାତା ଦୁହେଁ। ପାଖରେ ଠିଆ ହୋଇଛି ମା ମାତୃରୂପିଣୀ ଅଳକା। ଆଖିରେ ମମତା, କଣ୍ଠରେ ଶାସନ। ଅଳକା କହିଲେ ଏପର୍ଯ୍ୟନ୍ତ ଏଇ ଥଣ୍ଡାରେ ବସି ରହିଛନ୍ତି। ତୁମକୁ ଥଣ୍ଡା ଲାଗିଯିବ ଯେ ବାପା। ଚାଲ, ଘରକୁ ଚାଲ। ଶରତର ଶିଶିର ଭିଜା ଏଇ ସନ୍ଧ୍ୟା ଭାରି ସାଂଘାତିକ। ଏପର୍ଯ୍ୟନ୍ତ କିଏ ବସିଥାଏ ବାହାରେ! ବାପାଙ୍କ ହାତ ଧରି ଅଳକା ଆଗେଇ ଗଲେ ଭି ଘର ଭିତରକୁ।